ଆଜି ସେ କାନ୍ଦିବ। ମନଭରି, ହୃଦୟ ଫଟାଇ କାନ୍ଦିବ। ଏତେ ଦିନ ଧରି ହସ ଆଉ ଆନନ୍ଦର କୃତ୍ରିମ ପରଦା ଅନ୍ତରାଳରେ; ସେ ଲୁହକୁ ଲୁଚାଇ ରଖିଥିଲା। ଆଜି ଆପେ ଆପେ ତାରି ଅଜାଣତରେ ଲୁହ ଝରିଛି। ଝରିଯାଉ। କ'ଣ ପରା କହନ୍ତି, ଲୁହ ଝରିଗଲେ ହୃଦୟର ବ୍ୟଥା କମିଯାଏ; ଜୀବନର ଦୁର୍ବିସହ ଭାରା ଉଶ୍ୱାସ ହୋଇଯାଏ-। ଆଜି ସେ ଉଶ୍ୱାସ ହେବାକୁ ଚାହେଁ। ସେ ଆଉ ସମ୍ଭାଳି ପାରିବନି। ସେ ଆଉ ନିଜକୁ ସଂଯତ କରି ରଖିପାରିବନି। ଆଉ ହସି ପାରିବନି। କାନ୍ଦିବ, ଖାଲି କାନ୍ଦିବ। ଯୁଗ ଯୁଗ ଧରି, ଅଜ୍ଞାତ ପ୍ରିୟର ଅନନୁଭୂତ ସ୍ପର୍ଶରେ ଶିହରି ଉଠି ସେ କାନ୍ଦିବ। ତା' ଆଖିରେ ଲୁହ ଅନେକ। ଦେହରେ ବେଦନାର ସ୍ପର୍ଶ ପ୍ରଚୁର। ସେ କାନ୍ଦିବନି ତ ଆଉ କାନ୍ଦିବ କିଏ ସେ? ଏଇ କଥା ତାକୁ ଥରେ କହିଥିଲା ନୀହାର। ସେଦିନ ଠିକ୍ ଏମିତି ଗୋଟିଏ ଉଦାସିଆ ଦ୍ୱିପ୍ରହର। ଡିସେମ୍ବର ମାସର ଖରା ବୁଣି ହୋଇ ପଡ଼ିଥିଲା ଅଗଣାରେ। ଖା ପିଆ ସାରି ସାଗରୀକା ଘରର ଭିତର ପଟ ବାରଣ୍ଡାରେ ବସି କ'ଣ ଭାବୁଥିଲା। ସେପରି ନିଛାଟିଆ ଦ୍ୱିପ୍ରହରରେ ତା' ମନରେ କେତେ ନା କେତେ ଭାବନା ଆସି ବସା ବାନ୍ଧେ। ସେ କୁମାରୀ ଜୀବନର ସୁନାର-ସୌଧ ତୋଳି ଚାଲେ। କଲେଜ-ଛୁଟି। ପ୍ରି-ଟେଷ୍ଟ ପରୀକ୍ଷା ସରିଯାଇଛି। ମୁଣ୍ଡ ଉପରେ କିଛି ବୋଝ ନାହିଁ। ହାଲ୍କା ମନ ଓ ଉଶ୍ୱାସିଆ ଛାତିରେ କେତେ ସ୍ୱପ୍ନର ତରଙ୍ଗ ମଥା ପିଟି ଖେଳୁଥିଲା। ବାପା ଘରେ ନାହାନ୍ତି। ଖାଇ ପିଇ ସାରି କେତେବେଳୁ କୁଆଡ଼େ ଗଲେଣି। ବୋଉ ପଡ଼ିଶା ଘରକୁ ଯାଇ କ'ଣ ଗପ ଜମେଇଛି। ଘରେ ସାଗରୀକା ଏକୁଟିଆ। ବାହାରେ ଡିସେମ୍ବର ଦ୍ୱିପ୍ରହରର ଖରା ଟାଇଁ ଟାଇଁ ମାରୁଛି। ସମୁଦ୍ରକୂଳିଆ ଥଣ୍ଡା ପବନ ବୋହି ଆସି, ସାଗରୀକାର ଦେହରେ ବାଜୁଥିଲା। ସେଦିନ ଠିକ୍ ଥିଲା ଆଜିପରି ଗୋଟିଏ ଦ୍ୱିପ୍ରହର। ଚମକି ପଡ଼ିଲା ସେ। ଅତୀତର କଥା ମନେପଡ଼ିଲେ ସେ ଏମିତି ଚମକି ପଡ଼େ। ସେଦିନ ନୀହାର ଆସିଥିଲା। ତା'ର ଭାବନାରେ ବାଧା ପଡ଼ିଲା। ସେ ପ୍ରକୃତିସ୍ଥ ହୋଇ ଦେଖିଲାବେଳକୁ ଆଉଜା ହୋଇଥିବା ଦାଣ୍ଡ କବାଟକୁ ଠେଲିଦେଇ ଭିତରକୁ ପଶି ଆସୁଛି ନୀହାର-। ସେଇ ଗମ୍ଭୀର ମୁହଁ–ଆଖି ପତାର ଅନ୍ତରାଳରେ ଅନନ୍ତ ଯୁଗର କାରୁଣ୍ୟ ଭରି ରହିଛି। ସେଠି ଯେମତି ବିରହୀ କବିର ଅନେକ କବିତା ଅପ୍ରକାଶିତ ଭାବରେ ଆତ୍ମଗୋପନ କରିଛନ୍ତି। ନୀହାର ଆସିଲା। ସମ୍ଭ୍ରମରେ ଠିଆ ହୋଇପଡ଼ିଲା ସେ। ଏତେ ଗମ୍ଭୀର କେବେ ଦିଶେନି ନୀହାର-। ସେ ହସି ହସି ଆସେ; ଥଟ୍ଟା କରି ତାକୁ ଚିଡ଼େଇ ଚିଡ଼େଇ କେତେ କଥା କହେ। କିନ୍ତୁ ଆଜି–ଏ ଅବେଳରେ। ଉଦୁଉଦିଆ ଦ୍ୱିପ୍ରହରର ଖରାଟାରେ କାହିଁକି ଆସିଲା ନୀହାର। କାହିଁକି ଏଡ଼େ ଗମ୍ଭୀର ଆଜି। କ'ଣ ହେଲା? ସାଗରୀକାର ଛାତି ଥରିଉଠିଲା। ଯେ ଯାହାକୁ ଭଲପାଏ ତାକୁ ସେତିକି ଭୟ କରେ। ସାଗରୀକା ନମସ୍କାର କଲା। ଉତ୍ତର ନାହିଁ। ଗମ୍ଭୀର ଭାବରେ ଚୌକିରେ ବସି ନୀହାର କହିଲା–''ବସ ସାଗର''। ଯନ୍ତ୍ରଚାଳିତବତ୍ ସାଗରୀକା ବସି ପଡ଼ିଲା। କିନ୍ତୁ ନୀହାର ତାକୁ ଉଦାସ ଆଖିରେ ଚାହିଁଲା। ତା'ର ଆଖି ଛଳଛଳ ହୋଇଆସିଲା। ସେ ପୁଣି ମୁହଁ ବୁଲାଇ ନେଇ ଅଗଣା ଭିତରୁ ଦିଶୁଥିବା ଚେନାଏ ଆକାଶକୁ ଚାହିଁ କ'ଣ ଭାବିଲା। ଆଶ୍ଚର୍ଯ୍ୟ ହେଲା ସାଗରୀକା। ଏମିତି ତ କେବେ ସେ ଆଶା କରିନଥିଲା। କ'ଣ ହୋଇଛି ନୀହାରର। ସେ ସମ୍ଭାଳି ପାରିଲାନି। ଉଦବେଗରେ ଥରି ଥରି ପଚାରି ଦେଲା–''କ'ଣ ହୋଇଛି। '' ନୀହାର ତା' ମୁହଁକୁ ଚାହିଁଲା। ପୁଣି ମୁହଁ ବୁଲାଇ ନେଇ ଘର ଭିତରକୁ ଚାହିଁଲା। କାନ୍ଥରେ ଟଙ୍ଗା ହୋଇଥିବା ଫଟୋ କେଇଟି ଉପରେ ତା'ର କରୁଣ ଆଖି ଘୂରି ଆସିଲା। ତାକୁ କିଛି ଭଲ ଲାଗିଲାନି। ସେ ପୁଣି ଚାହିଁଲା ସାଗରୀକାକୁ। ଆଖିରେ ଅଜସ୍ର କୌତୂହଳ ଓ ଉଦବେଗରେ ସାଗରୀକା ତାକୁ ଚାହିଁଛି। ନୀହାର ଟିକିଏ ହସିଲା। କହିଲା–''ଆଚ୍ଛା–ସାଗରୀକା–ମୁଁ ଯଦି ପୁରୀ ଛାଡ଼ି ଚାଲିଯାଏ, ତା'ହେଲେ କ'ଣ ତୁମେ ଦୁଃଖ କରିବ? '' କି ଅଦ୍ଭୁତ ଏ ପ୍ରଶ୍ନ? କାହିଁକି ଏ ପ୍ରଶ୍ନ ପଚାରିଲା ନୀହାର। ସେ କ'ଣ ସାଗରୀକାକୁ ସନ୍ଦେହ କରୁଛି–ଅବିଶ୍ୱାସ କରୁଛି ନା ପରୀକ୍ଷା କରୁଛି। ନା–ସେ ବୋଧେ ପ୍ରକୃତରେ ଭଲପାଏନି ତାକୁ।